ମନ୍ତ୍ରୀଙ୍କୁ କେହି କେବେ ଦେଖି ନ ଥିଲେ; କିନ୍ତୁ ଦକ୍ଷ ସଚ୍ଚୋଟ ମନ୍ତ୍ରୀ ଭାବେ ତା'ର ସୁନାମ ଥିଲା ସାରା ରାଜ୍ୟରେ ରାମହରି ଆସିବା ଖବର ପାଇବାଠୁଁ ମୁଁ ବ୍ୟସ୍ତ ହୋଇ ପଡ଼ିଥିଲି। ତା' ଠାରୁ ନିଜକୁ କିମିତି ଦୂରେଇ ରଖିବି ତାହା ହିଁ ଥିଲା ମୋର ଚିନ୍ତାର ବିଷୟ। ଏଇମିତି ଏକ ନିର୍ଣ୍ଣୟ ବୁଢ଼ିଆଣୀ ଜାଲ ଭିତରେ ପଡ଼ି ମୁଁ ପଥ ଖୋଜୁଥିବାବେଳେ ବି. ଡ଼ି. ଓ. ସାହେବ ମୋତେ ଡକାଇ ପଠାଇ କହିଲେ–ଅନିରୁଦ୍ଧବାବୁ, ଆପଣ ମନ୍ତ୍ରୀ ରିସେପ୍ସନ ଦାୟିତ୍ୱରେ ରହିବେ। କୌଣସି ମନ୍ତ୍ରୀଙ୍କ ରିସେପ୍ସନ୍। ଦାୟିତ୍ଵ ତୁଲାଇବାର ଦକ୍ଷତା ଯେ ମୋର ନ ଥିଲା ତା' ନୁହେଁ କିନ୍ତୁ; କେବଳ ରାମହରିଠାରୁ ଦୂରେଇ ରହିବାର ଚିନ୍ତା ମୋତେ କହିବାକୁ ବାଧ୍ୟ କରାଇଥିଲା–ସାର୍, ବ୍ଲକ ଚେୟାରମ୍ୟାନ, ଆପଣ ଓ ଆହୁରି କେତେ ମାନ୍ୟଗଣ୍ୟ ବ୍ୟକ୍ତି ଥାଉଁ ଥାଉଁ ମୋ' ପରି ଜଣେ ଅଧମ ଉପରେ ଏତେ ବଡ଼ ଦାୟିତ୍ୱ ଲଦିଦେବା କ'ଣ ଠିକ୍ ହେବ? ସେ କହିଲେ–ଦେଖନ୍ତୁ ଅନିରୁଦ୍ଧବାବୁ, ମନ୍ତ୍ରୀ ଆସିଲେ ଏମାନେ ସମସ୍ତେ ନିଜ ସ୍ଵାର୍ଥ ଚିନ୍ତା କରି ବସିବେ। ହୁଏତ ରିସେପ୍ସନରେ କିଛି ଗଣ୍ଡଗୋଳ ହୋଇପାରେ। ଏଣୁ ଆପଣଙ୍କୁ ଏ ଦାୟିତ୍ଵ ଦେଉଛି। ପ୍ଲିଜ୍ ମନା କରନ୍ତୁ ନାହିଁ। ବି. ଡ଼ି. ଓ. ସାହେବ ମୋର ଉପରିସ୍ଥ ହାକିମ। ଆଉ ମନା କରି ପାରିଲି ନାହିଁ। ବାଧ୍ୟ ହୋଇ ରିସେପ୍ସନ ଦାୟିତ୍ଵ ନେଲି। ସେ ଖାଲି ମନ୍ତ୍ରୀ ନୁହେଁ, ମୋ' ବାଲ୍ୟ ବନ୍ଧୁ। ସେ ମୋତେ ଚିହ୍ନୁ ବା ନ ଚିହ୍ନୁ... ମୁଁ କିନ୍ତୁ ସତର୍କ ହୋଇ ଉଠିଲି ଆୟୋଜନରେ-। ରାମହରି ଆସିଲା–ନିର୍ଦ୍ଧାରିତ ସମୟରେ, ଚିରାଚରିତ ବେଶ ପୋଷାକରେ। ତାକୁ ବି. ଡ଼ି. ଓ., ଚେୟାରମ୍ୟାନ ପାଛୋଟି ଆଣୁଥିଲେ ଆଉ ମୁଁ ତା' ପାଖେ ପାଖେ ଆସିବାକୁ ସଂକୋଚ କରୁଥିଲେ ବି ଡ଼ି କୋରମ୍ ରକ୍ଷା କରି ଆସୁଥିଲି କିନ୍ତୁ; ତା' ମୁହଁକୁ ଚାହୁଁ ନ ଥିଲି, ଚାହିଁପାରୁ ନ ଥିଲି ଧରା ପଡ଼ିଯିବା ଭୟରେ। ସେ କିନ୍ତୁ ମତେ ଠିକ୍ ଚିହ୍ନିପାରିଲା। ଅନିରୁଦ୍ଧ! ତୁ ଏଠାରେ? ମୋତେ କିଛି କହିବାକୁ ନ ଦେଇ ବି. ଡ଼ି. ଓ. ସାହେବ କହିଲେ ସେ ଏଠାରେ ଏକ୍ସଟେନ୍ସନ ଅଫିସର ଅଛନ୍ତି ସାର୍। ଚେୟାରମ୍ୟାନ ବିନୀତ ଭଙ୍ଗୀରେ କହିଲେ–ସାର୍ ଆପଣ ଅନିରୁଦ୍ଧ ବାବୁଙ୍କୁ ଜାଣନ୍ତି? ପିଲାଦିନର ଚପଳାମି ମନ୍ତ୍ରୀ ହେବାପରେ ବି ତାର ଯାଇ ନଥିଲା ବୋଧହୁଏ। କହିଲା–ତାକୁ ଚିହ୍ନିବିନି? ସେ ପରା ମୋର ପିଲାଦିନର ସାଙ୍ଗ। ମୋ' ଆଡ଼େ ଚାହିଁ କହିଲା–କିରେ ତୋର ମନେ ନାହିଁ? ମୁଁ ନିର୍ବାକ ହୋଇ ତା' ଆଡ଼େ ଚାହିଁଲି। ରାମହରି ଆଜି ମନ୍ତ୍ରୀ ସେ ଲୋକପ୍ରତିନିଧି। ସେ ସବୁ କଥା କହି ପାରିବ। କିନ୍ତୁ ମୁଁ... ତା'ର ଅଧ୍ୟସ୍ତନ କର୍ମଚାରୀ, ମୁଁ କ'ଣ ସ୍ଵାଧୀନ ଭାବେ ନିସଂକୋଚରେ ଓ ସହଜ ଭାବେ ତା' ସହିତ କଥାବାର୍ତ୍ତା କରି ପାରିବି? ଜଣେ ମନ୍ତ୍ରୀଙ୍କ ସଙ୍ଗେ କଥାବାର୍ତ୍ତା କରିବାକୁ ଦେଲେ ମାପିଚୁପି କରିବାକୁ ପଡ଼ିବ। କହିଲି–ମନେ ଅଛି ସାର୍। କିନ୍ତୁ ସେ ସବୁ ତ ପିଲାଦିନର କଥା... 'ସାର୍'–ମନ୍ତ୍ରୀ ବେଶ୍ ସଶବ୍ଦରେ ହସିଲେ। ସମସ୍ତେ ତା' ମୁହଁକୁ ଚାହିଁ ରହିଛନ୍ତି। ସେ କହିଲା–ଆରେ ମନ୍ତ୍ରୀ ହେଲି ବୋଲି କ'ଣ ସାଙ୍ଗସାଥୀ, ଆତ୍ମୀୟସ୍ୱଜନ ସମସ୍ତେ ମୋଠୁଁ ଦୂରେଇ ରହିବେ? ହଉ ହଉ–ଆଗ ମିଟିଂଟା ସରିଯାଉ। ରାମହରି ଡାୟାସ୍ ଉପରକୁ ଚାଲିଗଲା। ସମସ୍ତେ ମାଡ଼ିଗଲେ ସଭାକାର୍ଯ୍ୟରେ। ମୋ' ଆଖିରେ ଆନନ୍ଦାଶ୍ରୁ। ଶୁଣିଥିଲି ମନ୍ତ୍ରୀହେଲେ କୁଆଡ଼େ ଆଖି